କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ଆସି ଏହି ଦଳରେ ସାମିଲ ହୋଇ ନିଜର ଭବିଷ୍ୟତ ଅନ୍ଧରାକଚ୍ଛନ୍ନ କରିଦେବେ। ଆଉ ତୁମେ ମୁଁ ରୀତାକୁ ଦେଖିଛି ତୁଷାରକାନ୍ତି। କେବଳ ତୁମରି ପାଇଁ ସେ ମୋହରି ପଛରେ ଘୂରି ବୁଲୁଥିଲା। ତୁମରି ସ୍ମୃତିର ଫୁଲମାଳା ଗୁନ୍ଥି ରାତି ପରେ ରାତି ସେ ବିନିଦ୍ର ଭାବରେ କଟାଉଥିଲା। ତାହାରି ପାଇଁ ତୁମେ ଜଣେ ବିଦେଶ ଫେରନ୍ତା ଡାକ୍ତରର ସମ୍ମାନ ପାଇଲ। ତାର କ'ଣ ନଥିଲା, ଡାକ୍ତର! ତା ବଂଶର ମାନସମ୍ମାନ, ଆଭିଜାତ୍ୟ ତୁମକୁ କଣ ଏତେ ଖରାପ ଲାଗିଲା? ତାର ଶିକ୍ଷା, ସୌନ୍ଦର୍ଯ୍ୟ ଅପେକ୍ଷା ଲୁସିର ଲୀଳା! ଆଉ ତୁମେ ବିଶ୍ୱାସଘାତକ ଭାବରେ ତାକୁ ଅପହରଣ କରିବାକୁ ପ୍ରବନ୍ଧାଇଲ। ତାର ବାପା ଯିଏ ତୁମକୁ ନିଜର ପୁଅଠାରୁ ଅଧିକ ସ୍ନେହ କରୁଥିଲେ, ଶେଷରେ ତାଙ୍କୁ ହତ୍ୟା କରି ତୁମ ବାଟରୁ ଦୂରେଇ ଦେବା ପାଇଁ ସ୍କିମ୍ ପ୍ରସ୍ତୁତ କଲ। ୟୁ ଡେଭିଲ୍ରା ଗରେ ଉତ୍କ୍ଷିପ୍ତ ହୋଇ ତୁଷାରକାନ୍ତି ଏକ ନିର୍ଘାତ ମା ଚାପୁଡ଼ା ଲଗାଇଲେ ଲୀଳାର ଗାଲରେ। ମୁଁ ଜାଣେ, ଲୁସି ତୁମ ପକ୍ଷରେ ଅସହ୍ୟ। ତାର ସୁଖ୍ୟାତି, ଗୌରବ, ତୁମ ପକ୍ଷରେ ଈର୍ଷା ସୃଷ୍ଟି କରିଛି। ମାର ଯେତେ ଇଚ୍ଛା ସେତେ ମାର ପଛେ ଡକ୍ଟର, ହେଲେ ଶେଷ କଥା ଉଚ୍ଚାରଣ କରିପାରିଲା ନାହିଁ ଲୀଳା। ତୁଷାରକାନ୍ତିଙ୍କର ସେହି ବ୍ରହ୍ମଚାପୁଡ଼ା ତାକୁ ଅଜ୍ଞାନ କରିଦେଲା। ତାର ଭୂଲୁଣ୍ଠିତ ଶରୀର ଆଡ଼େ ଚାହିଁ ଉଚ୍ଚସ୍ୱରରେ ହସିଉଠିଲେ ତୁଷାରକାନ୍ତି। ତା ପରେ ତାକୁ କାନ୍ଧରେ ପକାଇ କ୍ଷୀପ୍ର ବେଗରେ ସେହି କକ୍ଷରୁ ଅନ୍ତର ହୋଇଗଲେ। ମାଡ୍ରାସ-ହାଓଡ଼ା ମେଲ୍ ଅଧଘଣ୍ଟାଏ ବିଳମ୍ବରେ ଆସି ଷ୍ଟେସନରେ ଛିଡ଼ା ହେଲା। ଲୋକମାନଙ୍କ ପାଟିତୁଣ୍ଡରେ ପୂରିଉଠିଲା ଷ୍ଟେସନର ବାତାବରଣ। ଅସମ୍ଭବ ଭିଡ଼ ଭିତରେ ବି ଠେଲିପେଲି ଆଗକୁ ଯିବାକୁ ସମସ୍ତେ ତତ୍ପର ହୋଇଉଠୁଥିଲେ। ଏକ ଜୀର୍ଣ୍ଣଶୀର୍ଣ୍ଣ ପୋଷାକ ପରିହିତ ଲୋକଟିଏ ସେହି ଭିଡ଼ରୁ ରକ୍ଷା ପାଇବା ପାଇଁ ଚିତ୍କାର କରୁଥିଲା କିନ୍ତୁ ତା ଚିତ୍କାରକୁ ଭ୍ରୂକ୍ଷେପ କରିବା ଭଳି କାହାରି ଟିକିଏ ମାତ୍ର ଦୟାର ବି ଉଦ୍ରେକ ହେଉନଥିଲା। ସମସ୍ତଙ୍କର ଲକ୍ଷ୍ୟ ଆଗକୁ ମାଡ଼ି ଚାଲିଥିଲା। ସେହି ଭିଡ଼ ଅତିକ୍ରମ କରି ଯେତେବେଳେ ସେହି ଲୋକଟି ବାହାରକୁ ଆସିଲା, ସେତେବେଳେ ତାର ଛିନ୍ନ କାମିଜଟିର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା। ସେ ଆସି ବିକଳ ଭାବରେ ପ୍ଲାଟଫର୍ମ ଉପରେ ବସିପଡ଼ିଲା। ଠିକ୍ ସେହି ମୁହୂର୍ତ୍ତରେ ଏସ୍. ପି. ଙ୍କ ସହିତ ଶତ୍ରୁଜିତ ଆସି ଗୋଟିଏ ଫାଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟ ଆଗରେ ଛିଡ଼ା ହେଲେ। ତାହା ବନ୍ଦ ହୋଇ ରହିଥିଲା। ଟୁକନ୍ ଉପରେ ଦୃଷ୍ଟି ବୁଲାଇ ଆଣି ଏସ୍. ପି. କହିଲେ, ମିଷ୍ଟର ଇଡମ୍ବିଏନ୍ ବୋଧହୁଏ ଶୋଇଯାଇଛନ୍ତି। ତାଙ୍କ ଉତ୍ତରକୁ ଅପେକ୍ଷା ନକରି ଶତ୍ରୁଜିତ ଦ୍ୱାର ଖୋଲି ଭିତରେ ପ୍ରବେଶ କଲେ; କିନ୍ତୁ ଭିତରେ କେହି ନଥିଲେ। କେବଳ ଗୋଟିଏ ବେଡିଂ ସିଟ୍ ଉପରେ ପରାଯାଇଥିଲା। କେତେଗୁଡ଼ିଏ କାଗଜପତ୍ର ଏପାଖ ସେପାଖ ହୋଇ ପଡ଼ିରହି, ଫ୍ୟାନ୍ ସାହାଯ୍ୟରେ ଘୂର୍ଣ୍ଣିବାୟୁର ମାୟା ସୃଷ୍ଟି କରୁଥିଲା। ସେ ଚକିତ ହୋଇ ଲାଭେରଟରୀ ଦ୍ୱାର ଖୋଲି ଭିତରକୁ ଅନାଇଲେ। ସେଠାରେ ବି ଶୂନ୍ୟତାର ରାଜତ୍ୱ ବିରାଜମାନ କରୁଥିଲା। ସେ ପୁଣି ଫେରିଆସୁଥିଲେ; କିନ୍ତୁ ଠିକ୍ ଲାଭେଟରୀ ଅତିକ୍ରମ କରିବା ସମୟରେ କେତେଗୁଡ଼ିଏ କାଚଖଣ୍ଡ ପଡ଼ିଥିବାର ଜାଣିପାରି ତାକୁ ଉଠାଇ ଆଣିଲେ। ସେଗୁଡ଼ିକ ପରୀକ୍ଷା କରୁ କରୁ ସେ ଜାଣିପାରିଲେ ଯେ ତାହା କୌଣସି ହାତଘଣ୍ଟାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ଗ୍ଲାସ। ହୁଏତ କୌଣସିଥିରେ ବାଧାପ୍ରାପ୍ତ ହୋଇ ସେଗୁଡ଼ିକ ଭାଙ୍ଗିଯାଇଛି। ଭିତରୁ ଶୂନ୍ୟ ବେଡିଂବିକ୍ଷିପ୍ତ କାଗଜପତ୍ର ଆଉ ଲାଭେରଟରୀ ଭିତରେ ଘଣ୍ଟାର ଭଗ୍ନ କାଚ ତାଙ୍କୁ ଗଭୀର ବିସ୍ମୟରେ ପକାଉଥିଲା। କ'ଣ ହେଲା? ମିଷ୍ଟର ଇଡମ୍ବିଏନ୍ ଅପହୃତ? ହାଟ ହ୍ୱାଟ୍? ଚିତ୍କାର କରିଉଠିଲେ ଏସ୍. ପି.। ହଁ, ଆଜ୍ଞା। ତେବେ ସଠିକ୍ ଭାବରେ କିଛି କହିହେଉନାହିଁ। ତା ପରେ ସେହି ଭଗ୍ନ କାଚଗୁଡ଼ିକ ଦେଖାଇ ଶତ୍ରୁଜିତ କହିଲେ, ଏଇଥିରୁ ମୋର ଅନୁମାନ, ଏହି କମ୍ପାର୍ଟମେଣ୍ଟ ଭିତରେ ନିଶ୍ଚୟ କୌଣସି ଅଘଟଣ ଘଟିଛି। ତା ପରେ ସେ ସିଧା ଚାଲିଆସିଲେ ସେହି ବେଡି ନିକଟକୁ। ବେଡିଟି ସିଟ୍ ଉପରେ ପରାହେବା ଅବସ୍ଥାରେ ରହିଛି। ସେଗୁଡ଼ିକ ଖେଳାଇ ଦେଖିଲେ। ଗୋଟିଏ ମଶାରୀ, ଦରୀ ଆଉ ବେଡ୍-ସିଟ୍‌କୁ ବାଦ ଦେଲେ ଆଉ କିଛି ନଥିଲା।